ହ୍ୟାକିଂ କହିଲେ କେବଳ ଫେସବୁକ୍, ଜି-ମେଲ୍ କିମ୍ବା ୱେବସାଇଟ୍‌କୁ ବିନା ପାସୱାର୍ଡରେ ଖୋଲିଦେବାକୁ ବୁଝାଏ ନାହିଁ।ବରଂ ବୃହତ୍ ଅର୍ଥରେ ସାଇବର ସୁରକ୍ଷା ପ୍ରଣାଳୀରେ ରହିଥିବା ଦୋଷତ୍ରୁଟିକୁ ଆବିଷ୍କାର କରିବା ହିଁ ଏହାର ମୂଳ ଲକ୍ଷ୍ୟ। ସମର୍ପଣ ଭାବ ସହ ପ୍ରଯୁକ୍ତିବିଦ୍ୟାରେ ନିତ୍ୟପ୍ରତିଦିନ ଘଟୁଥିବା ପରିବର୍ତ୍ତନର ଖବର ରଖୁଥିବା ବ୍ୟକ୍ତି ହିଁ ଜଣେ ଭଲ ହ୍ୟାକର ହୋଇପାରିବେ। ବିଭିନ୍ନ ଦୃଷ୍ଟିକୋଣରୁ ହ୍ୟାକରମାନଙ୍କୁ ମୁଖ୍ୟତଃ ପାଞ୍ଚଟି ଭାଗରେ ବିଭକ୍ତ କରାଯାଇପାରେ।ସ୍କ୍ରିପ୍ଟ କିଡିଜ୍ ଏହି ପ୍ରକାରର ହ୍ୟାକରମାନେ ପ୍ରକୃତ ହ୍ୟାକର ନୁହନ୍ତି। କିନ୍ତୁ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ସିଷ୍ଟମ୍ କିଭଳି ଭାବେ କାମ କରେ, ତାର ପ୍ରକୃତ ଜ୍ଞାନ ବିନା ଏମାନେ ପ୍ରକୃତ ହ୍ୟାକରମାନଙ୍କର ଆଲେଖ୍ୟ, ଉପକରଣ, ସାଧନ ଓ ପ୍ରକ୍ରିୟାକୁ ବ୍ୟବହାର କରି ପୂର୍ବରୁ ରହିଥିବା ହ୍ୟାକିଂ ଉପକରଣ ମାଧ୍ୟମରେ ନିଜର ଲକ୍ଷ୍ୟ ହାସଲ କରିଥାନ୍ତି।ହ୍ୱାଇଟ୍ ହ୍ୟାଟ୍ ହ୍ୟାକର ଏହି ହ୍ୟାକରମାନେ ହିଁ ପ୍ରକୃତ ହ୍ୟାକର। ଏମାନେ ଉତ୍ତମ ଲକ୍ଷ୍ୟ ନେଇ ସିଷ୍ଟମରେ ରହିଥିବା ଦୋଷତ୍ରୁଟିକୁ ଖୋଜି ବାହାର କରିବା ସହ ତାକୁ ସଂଶୋଧନ କରିବାରେ ସହାୟତା କରିଥାନ୍ତି। ଏମାନେ ମୁଖ୍ୟତଃ ବିଭିନ୍ନ କମ୍ପାନୀର ବେତନଭୋଗୀ କର୍ମଚାରୀ। ନିଜର ଜ୍ଞାନକୌଶଳ ଦ୍ୱାରା କମ୍ପାନୀର ବିଭିନ୍ନ ସମ୍ପତ୍ତିକୁ ସାଇବର ଆକ୍ରମଣରୁ ରକ୍ଷା କରିବା ଏମାନଙ୍କ ମୂଳ କାର୍ଯ୍ୟ। ଅବଶ୍ୟ କେତେଜଣ ସାମାଜିକ ଦାୟିତ୍ୱ ଏବଂ କେତେକ ସ୍ଥଳରେ ଅର୍ଥ ପାଇଁ ବ୍ୟକ୍ତିଗତ ଭାବେ ଏ ଦିଗରେ କାର୍ଯ୍ୟ କରିଥାନ୍ତି। ମେଗାସ୍ପ୍ଏଟ୍ ନାମକ ଏକ କମ୍ପାଏନ୍ ସିଷ୍ଟମରେ ତ୍ରୁଟିକୁ ଖୋଜି ବାହାର କରିବାରେ ନିରନ୍ତର ପ୍ରୟାସ ଜାରି ରହିଛି। ବ୍ଲାକ୍ ହ୍ୟାଟ୍ ହ୍ୟାକର ଏହି ହ୍ୟାକରମାନେ ହେଲେ ସିଷ୍ଟମର ଶତ୍ରୁ। ଏହି ସାଇବର ଅପରାଧୀମାନେ ନିଜର ସ୍ୱାର୍ଥ ସାଧନ ପାଇଁ ହ୍ୟାକିଂକୁ ବ୍ୟବହାର କରିଥାନ୍ତି। ସାଇବର୍ ଭାଷାରେ ଏମାନଙ୍କୁ କ୍ରେକର୍ ବୋଲି କୁହାଯାଏ। ଏମାନେ ସାଧାରଣତଃ ଅନ୍ ଲାଇନରେ ଅର୍ଥ ଓ ତଥ୍ୟ ଚୋରି କରିଥାନ୍ତି ଏବଂ କମ୍ପୁଟର ସିଷ୍ଟମକୁ ଭାଇରସ୍, ଟ୍ରୋଜସ୍ ଓ ମାଲୱେର୍ ଆଦିର ସହାୟତାରେ ଖରାପ କରିଦେଇଥାନ୍ତି। ଏପରିକି ବହୁ ସମୟରେ କେବଳ ମଜା ଦେଖିବା ପାଇଁ ଏକ ବ୍ୟବସ୍ଥାକୁ ତ୍ରୁଟିପୂର୍ଣ୍ଣ କରିଦିଅନ୍ତି। ଏଭଳି ହ୍ୟାକର ଯେଭଳି ସଫଳ ନ ହେବେ, ତାହା ହ୍ୱାଇଟ୍ ହ୍ୱାଟ୍ ହ୍ୟାକରଙ୍କ ଦାୟିତ୍ୱ।ଗ୍ରେ ହ୍ୱାଟ୍ ହ୍ୟାକର ପରିସ୍ଥିତି ଅନୁସାରେ ଭଲ କିମ୍ବା ଖରାପ ପାଇଁ ନିଜ ବିଦ୍ୟାକୁ ବ୍ୟବହାର କରୁଥିବା ହ୍ୟାକରଙ୍କୁ ଗ୍ରେ ହ୍ୟାଟ୍ ହ୍ୟାକର ବୋଲି କୁହାଯାଏ। ଅପରାଧ ଲକ୍ଷ୍ୟ ନେଇ ଏମାନେ ହ୍ୟାକିଂ କରୁ ନ ଥିଲେ ସୁଦ୍ଧା ବହୁ ସମୟରେ ତୃତୀୟ ପକ୍ଷର ବିନା ଅନୁମତିରେ ସିଷ୍ଟମରେ ବିଭିନ୍ନ କାରଣରୁ ତ୍ରୁଟି ଉତ୍ପନ୍ନ କରୁଥିବାରୁ ଏମାନଙ୍କୁ କେହି ପସନ୍ଦ କରନ୍ତି ନାହିଁ। ବହୁ ସମୟରେ ସିଷ୍ଟମରେ ରହିଥିବା ଦୁର୍ବଳତାକୁ ଜଣାଇବା ସହ ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ ଏମାନେ ସିଷ୍ଟମର କ୍ଷତି କରିପକାନ୍ତି।ହ୍ୟାକିଙ୍ଗ୍ ଭିଷ୍ଟ-- ଏହି ଧରଣର ହ୍ୟାକରମାନେ ସାଧାରଣତଃ ଅନ୍ୟାୟ ବିରୋଧରେ ପ୍ରତିବାଦ ପାଇଁ ୱେବସାଇଟରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ତାଙ୍କର କୌଶଳକୁ ପ୍ରୟୋଗ କରିଥାନ୍ତି। ହ୍ୟାକିଂ ଦୁନିଆର ଏହିମାନେ ପ୍ରଚ୍ଛଦପଟ୍ଟ ନାୟକ ଯେଉଁମାନେ ପ୍ରାୟତଃ ଅନ୍ତରାଳରେ ରହି ନିଜର ଗତିବିଧି ଜାରି ରଖିଥାନ୍ତି। ଏମାନେ ସାଧାରଣତଃ ଚାଲାକିରେ କାମ କରୁଥିବାରୁ ନିଜର ପରିଚୟ ଗୋପନ ରଖିବାରେ ସମର୍ଥ ହୁଅନ୍ତି।